ସେମାନଙ୍କୁ ଶୁଣୁଥବା ଲୋକେ ସେମାନଙ୍କର ଅସଲ ପିତ୍ତ ଗୁଡ଼ାକର ଗନ୍ଧ ପାଇ ଯାଉଛନ୍ତି ଏବଂ ଉପରକୁ ମୁଣ୍ଡ ଟୁଙ୍ଗାରୁଥିଲେ ମଧ୍ୟ ସେମାନଙ୍କୁ ନିଜ ଅନ୍ତଃସ୍କରଣରେ ପ୍ରତ୍ୟାଖ୍ୟାନ ହିଁ କରୁଛନ୍ତି। ଓଡ଼ିଶାରେ ଆମର ପାରସ୍ପରିକ କ୍ଷେତ୍ରରେ ଏହାକୁ ଯାବତୀୟ ଅର୍ଥରେ ଏକ ଅରାଜକତା ବୋଲି ହିଁ କୁହାଯିବ। ଓଡ଼ିଶାର ନକ୍ସା ତଥାପି ବଦଳିବ। ସାରା ପୃଥିବୀର ନକ୍ସା ଯେତେବେଳେ ବଦଳୁଛି, ସେତେବେଳେ ଭାରତବର୍ଷ ବା ଓଡ଼ିଶା କଦାପି ସେହି ପ୍ରକ୍ରିୟାଟିରୁ ଅଲଗା ହୋଇ ରହିପାରିବ ନାହିଁ। ଅବଶ୍ୟ ଏକଥା ସତ ଯେ ଆମେ ଓଡ଼ିଶାରେ ସୁସ୍ଥ ଭାବରେ ଗ୍ରହଣଶୀଳ ଏବଂ ସଚେତନ ହେଲେ ପରିବର୍ତ୍ତନ ମଧ୍ୟ ଅଧିକ ତ୍ୱରାର ସହିତ ଅଧିକ ସ୍ୱାଭାବିକ ଭାବରେ ହେବ। ଯଦି ଆମେ ଆମର ସେହି ପୁରୁଣା ରେଣ୍ଟିଗୁଡ଼ାକୁ ଯାବୁଡ଼ି ରହିବା ଏବଂ ନାନା ଭାବପ୍ରବଣତାରେ ମଜି ରହି ତଥାପି ଫିସାଦ କରୁଥିବା, ତେବେ ସେହି ପ୍ରକ୍ରିୟାଟି ଅଧିକ ମନ୍ଥର ହେବ ଏବଂ ବହୁ ଆଘାତର ମଧ୍ୟ କାରଣ ହେବ। ରାଜନୀତି ଭିତରେ ରହି ପଙ୍କ ପିଉଥିବା ନେତୃତ୍ୱମାନେ ଏ ଦିଗରେ ଆମକୁ କୌଣସି ସାହାଯ୍ୟ କରିବେ ନାହିଁ। ହୁଏତ ଏପରି ଘଟିବ ଯେ, ଦଳ ଦଳ ଭିତରେ ବିବାଦ ଲଗାଇ ଏବଂ ଅସାଧୁତାରେ ଏକ ଅପରକୁ ଟପିଯିବାର ପ୍ରୟାସ କରି ଏମାନେ ପରସ୍ପରକୁ ଧରା ପକାଇଦେବେ ଏବଂ ଶୂନ୍ୟଗର୍ଭ ହୋଇଯିବେ। ପରବର୍ତ୍ତୀ ଭବିଷ୍ୟଟି ଯେ ଆମ ଭିତରୁ ଅନେକଙ୍କ ନିମନ୍ତେ ଏକ ରୂପେ ହିଁ ଆସୁଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ। ପୃଥିବୀ ସତେଅବା ଅନେକ ନୂଆ ଆଖି ପାଇଥିବା ପରି ଏଭଳି ଏକ ପ୍ରଶସ୍ତ ସମ୍ଭାବନାକ୍ଷେତ୍ର ଉପରେ କେତେ କେତେ ପରିବର୍ତ୍ତନ ନିମନ୍ତେ ସାହସ କରି ବାହାରିଲାଣି ଯେ, ସେହି ଆହ୍ୱାନ ଗୁଡ଼ିକର ଅନୁରୂପ ହୋଇ ଏକ ବ୍ୟକ୍ତି ତଥା ଏକ ସମୂହ ହିସାବରେ ଆମେ ସେଥିଲାଗି ନିଜକୁ ରାଜି କରାଇ ନ ଆଣିଲେ ହୁଏତ ଆମେ ନିଜେ ହିଁ ମାଡ଼ ଖାଇଯିବା ଏବଂ ଅଟକି ରହିଯିବା। ଭାରତବର୍ଷ ଆଗକୁ ବାହାରିଯିବ। ଓଡ଼ିଶା ମଧ୍ୟ ବାହାରିଯିବ। କଳେବରଗୁଡ଼ାକ ତ ବହୁତ ବଦଳିଲାଣି ଓ ବଦଳି ଯାଉଛି। କଳେବରର କୌଣସି ଅପରାଧ ନାହିଁ। ମତ୍ଦୃଷ୍ଟିନ୍ୟାସ ତଥା ପ୍ରାଣନ୍ୟାସର କ୍ଷେତ୍ରରେ ଉପଯୁକ୍ତ ନବୋନ୍ମେଷ ଗୁଡ଼ିକ ହୋଇ ନପାରିଲେ, ଏ କଳେବର ବଦଳାର ଯାବତୀୟ ଉତ୍ସାହ ଆମ ଲାଗି କୌଣସି ଉଦ୍ଧାରର କାରଣ ହୋଇପାରିବ ନାହିଁ। ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଯଦି ଅମଲାମାନଙ୍କୁ ନେଇ ଗଢ଼ା ହୋଇଥିବା ସରକାରୀ କଳଟାର ପରିମଳଟାକୁ ବଦଳାଇ ଦିଆଯାଇଥାନ୍ତା, ତେବେ ଆବଶ୍ୟକ ନୂଆ ନକ୍ସାଗୁଡ଼ିକ ଅନୁସାରେ ଏହି ଭୂମିର ନିର୍ମାଣ କ୍ଷେତ୍ରରେ ସେହି ଜଳ ଦ୍ଵାରା ବହୁତ କାମ ହୋଇପାରିଥାନ୍ତା। ସେଇଟା ଆଦୌ ବଦଳିଲା ନାହିଁ, ତେଣୁ ବ୍ରିଟିଶ୍ ଅମଳଟା ପରି ତୁଚ୍ଛା ଗୋଟାଏ ହାକିମତନ୍ତ୍ର ହୋଇ ରହିଲା। ଅତ୍ୟନ୍ତ ଅଭଦ୍ର ଭାବରେ ପାହାଚ ପାହାଚ ହୋଇ ରହିଲା। ଲୋକପ୍ରତିନିଧି ଯେଉଁମାନେ ସବା ଉପରେ ମନ୍ତ୍ରୀ ଓ ଉମରାଓ ହୋଇରହିଲେ, ସେମାନେ ନିଜର ବ୍ୟକ୍ତିଗତ ବୃଦ୍ଧିରେ ବ୍ୟସ୍ତ ରହିବାରୁ ଅମଲାତନ୍ତ୍ର ସେହି ସ୍ଥିତିଟାର ପୂର୍ଣ୍ଣ ଫାଇଦା ନେଲା। ଉପରଟା ପାଖରେ ବିଶ୍ୱସ୍ତ ଗୋଲାମ ହୋଇଗଲା ଏବଂ ଶାସନର ସର୍ବବିଧ କ୍ଷେତ୍ରରେ ନିର୍ମଳ ବିବେକର ସହିତ ଦାୟିତ୍ୱହୀନ ହୋଇରହିଲା। ମୋଟାରୁ ଅଧିକ ମୋଟା ହେଲା, ନିଜକୁ ଏହି ଦେଶର ନାଗରିକ ବୋଲି ଅନୁଭବ କରିବାକୁ ହୁଏତ କୁଣ୍ଠାବୋଧ କଲା ଏବଂ ସଂପୃକ୍ତ ଯାବତୀୟ ଲୁଣ୍ଠନରେ ସହାୟତା କଲା, ଅନେକ ସମୟରେ ଭାଗ ମଧ୍ୟ ପାଇଲା। କୋଉ ଗାଆଁରେ ଜନ୍ମ ହୋଇଥିବାରୁ ପ୍ରଥମେ ଯେଉଁ ଭାଷାର ପରିବେଶ ଭିତରେ ବଢ଼ି ଆସିଥିଲା, ସରକାରୀ କଚେରୀର ଉଚ୍ଚ ଚଉକୀରେ ବସି ସେହି ଭାଷାରେ କାରବାର କରିବାକୁ ତାହାକୁ ଏଣିକି ଲାଜ ମାଡ଼ିଲା।